ଆଚ୍ଛା ଭୁବନେଶ୍ୱରରେ କ'ଣ କିଛି କାମ ଥିଲା? ନା, କେବଳ ତୋ'ରି ପାଖକୁ ଆସିଛି। ଗୋଟାଏ ଜରୁରୀ କାମରେ।: ଜରୁରୀ କାମ? ମୋ' ପାଖରେ?: ହଁ। ଆଚ୍ଛା ସରୋଜ ତୁ ସେ ଝିଅଟିକୁ ଏମିତି ଜଳାଇ ମାରୁଛୁ କାହିଁକି କହିଲୁ?: ଝିଅ? କେଉଁ ଝିଅ?: ଆମ କଲେଜର ଅଧ୍ୟାପିକା ବିଜୟା ଦାସ।: ବିଜୟା ଦାସ... ତମ କଲେଜର ଅଧ୍ୟାପିକା।: ହଁ, ତୋରି ପାଇଁ ବିଚାରୀ ଟିକିଏ ଭଲରେ ଶୋଇ ପାରିନି। ଖବରକାଗଜରେ ତୋ ଅସୁସ୍ଥତା ଖବର ପଢ଼ିବା ପରଠୁଁ ତୋ'ରି ବହି ଖଣ୍ଡକ, ଯାହାକୁ ଦିନେ ତମ ପ୍ରୀତି–ସ୍ମୃତିର ସ୍ୱାକ୍ଷର ରୂପେ ତାଙ୍କୁ ଅର୍ପଣ କରିଥିଲୁ ସେଇ ଖଣ୍ଡକ ଧରି ଦିନରାତି କାନ୍ଦୁଛନ୍ତି। ତୁ ତାଙ୍କୁ ଏତେ ଭଲ ପାଉଥିଲୁ; ପୁଣି ଏମିତି ପର କରିଦେଲୁ। ତୁ ପୁରୁଷ ବୋଲି ସିନା ଭୁଲିଯାଇ ପାରିଲୁ। ହେଲେ ସେ ନାରୀ... ନାରୀ କ'ଣ କେବେ ଭୁଲିପାରେ ତା'ର ମନର ମଣିଷକୁ, ତା' ପ୍ରେମକୁ! ଆମ କଲେଜ ପାଖରେ ଥିବା ମନ୍ଦିରରେ ତୋର ଆରୋଗ୍ୟ କାମନା କରି ସକାଳେ ସନ୍ଧ୍ୟାରେ ଏବେ ଦୀପ ଜାଳି ବସୁଛନ୍ତି। ମୁଁ ନିର୍ବାକ! ମୁଁ କହିପାରୁ ନଥାଏ–ନିରାକାର, ଏ ଦୋଷ ମୋର ନୁହେଁ; ବିଜୟା ମୋଠୁଁ ଦୂରେଇ ଗଲେ ମୋତେ ଭୁଲ୍ ବୁଝି, ମୁଁ ତାକୁ ଦୂରେଇ ଦେଇନି ରେ...। କେବଳ ନୀରବରେ ନିରାକାରର କଥା ଶୁଣିଯାଉଥିଲି। ନିରାକାର କହି ଚାଲିଲା–ସେ ଦିନ ମନ୍ଦିରକୁ ଯାଇ ଦେଖେଁ ଆମ ସହକର୍ମୀ ଅଧ୍ୟାପିକା ବିଜୟା ଦାସଙ୍କୁ। ସେଦିନଯାଏ ଆମେ ସମସ୍ତେ ତାଙ୍କୁ ଜଣେ ନିର୍ଦ୍ଦୟା, ରୁକ୍ଷା, ରସବୋଧହୀନା ମହିଳାରୂପେ ଦେଖି ଆସିଥିଲୁ; କି ରୁକ୍ଷତାର ସେଇ ଆସ୍ତରଣ ତଳେ ଯେ ଲହୁଣୀ ଠାରୁ ଆହୁରି ନରମ କୋମଳ ଏକ ହୃଦୟ ଅଛି ତାହା ସେଇ ଦିନ ମୁଁ ଜାଣି ପାରିଲି। ପ୍ରଥମେ ତ ତାଙ୍କୁ ଭରସି କିଛି ପଚାରିବାକୁ ସାହସ ହେଉ ନଥିଲା; ତଥାପି ଜନବିରଳ ସେଇ ମନ୍ଦିରରେ ତାଙ୍କର ଛଳଛଳ ଆଖି ଦେଖି ପଚାରିଲି–ମାଡ଼ାମ୍, ଆପଣଙ୍କର କ'ଣ ହୋଇଛି? ବିଜୟା ଦାସ ପ୍ରଥମେ ତ କିଛି କହି ପାରିନଥିଲେ, କିନ୍ତୁ ପରେ ପରେ ଅସହାୟଭାବେ ଆହୁରି ଜୋର୍ରେ କାନ୍ଦିଥିଲେ। କିଛି ସମୟପରେ ଲୁହକୁ ପୋଛୁ ପୋଛୁ କହିଲେ–ନିରାକାରବାବୁ, ମଣିଷ କାହିଁକି ପାଗଳ ହୋଇପାରେ? ରସାୟନ ବିଦ୍ୟାର ଅଧ୍ୟାପିକା ବିଜୟା ଦାସଙ୍କ ମୁହଁରେ ଏ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ପଚାରିଲି–ମାଡ଼ାମ୍, ଏକଥା କାହିଁକି? କିଏ ପାଗଳ ହୋଇଗଲା? ଏଇ ଗାଳ୍ପିକ...। ସବୁ ଲେଖକ ପାଗଳ ମାଡ଼ାମ୍। କିନ୍ତୁ ସେ ତ ଏମିତି ନଥିଲେ! ଆଶ୍ଚର୍ଯ୍ୟ ହୋଇ ପଚାରିଲି–କିଏ? ସେ ହାତରେ ଧରିଥିବା ଖଣ୍ଡେ ବହି ମୋ' ହାତକୁ ବଢ଼େଇ ଦେଇ କହିଲେ–ଏଇ ଗଳ୍ପ ସଂକଳନର ଲେଖକ। ସେ ବହି ଖଣ୍ଡିକ ଦେଖିନେଇ ମୋର ବୁଝିବାକୁ ବାକି ରହିଲାନି ଯେ ବିଜୟା ମାଡ଼ାମ୍ ଯାହାପାଇଁ ଦିନ, ରାତି ନୀରବରେ ଲୁହ ଢାଳୁଛନ୍ତି। ସେ ଆଉ କେହି ନୁହେଁ–ମୋର ପିଲାଦିନର ବନ୍ଧୁ ସରୋଜ। ତୁ ଯେ ଏହା ଭିତରେ ଏତେ ବହି ଲେଖି ଗଲୁଣି ସେ କଥା ମୁଁ ଜାଣି ନ ଥିଲି। ତୁ କିଛି ଭାବିବୁନି ଭାଇ ସେକ୍ସପିଅର; କିଟସ୍, ବାଇରକ୍ ଆଦିଙ୍କୁ ପଢ଼ି ପଢ଼ି ପଢ଼ାଇ ଆମ ମାତୃଭାଷା ଆଡ଼େ ଆମ ଆଖିବୁଜି ହୋଇଯାଉଛି। ପର ଦୀପର ବଳିତା ତେଜି ତେଜି ନିଜ ଘରକୁ ଅନ୍ଧାର କରି ଦେଉଛୁ। ଛାଡ଼ ଭାଇ ସେ କଥା; କିନ୍ତୁ ସେ ବହିରେ ତୋ'ଫଟୋଟିକୁ ଦେଖି ଚିହ୍ନିବାକୁ ଡେରି ହୋଇ ନ ଥିଲା। କହିଲି–ମାଡ଼ାମ୍, ଏ ତ ମୋର ଅତି ଅନ୍ତରଙ୍ଗ ବନ୍ଧୁ। ତୋର କ'ଣ ହୋଇଚି କହିଲେ? ମୁଁ ବା ଜାଣିବି କିମିତି? କିନ୍ତୁ ମୋର ପୂର୍ଣ୍ଣଧାରଣା, ସେ ନିଜପ୍ରତି ଅବହେଳା କରି ଚାଲିଛନ୍ତି, ଯା'ର ଫଳ ଆଦୌ ଭଲ ହେବନି। ତାଙ୍କର ସେବା ଯତ୍ନ ନେବାପାଇଁ କ'ଣ କେହି ନାହାନ୍ତି? ସେ ତ ଏହା ଭିତରେ ବିଭା ହୋଇ ସାରିଥିବେ। ତାଙ୍କ ସ୍ତ୍ରୀ କ'ଣ ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି?: ନା, ସେ ବିଭା ହୋଇନି।: ଆପଣ ଠିକ୍ ଭାବେ ଜାଣିଛନ୍ତି?: ହଁ, ଜାଣିଛି। ହୁଏତ ବା ଏହି ଭିତରେ ପୃଥିବୀର ଅନେକ ପରିବର୍ତ୍ତନ ପରି ତା'ଜୀବନରେ ଯେ କିଛି ପରିବର୍ତ୍ତନ ହୋଇ ନ ଥିବ, ଏକଥା ବା କିମିତି କହିହେବ? ମୁଁ ପଚାରିଲି–ଆଚ୍ଛା ନିରାକାର ବିଜୟା କ'ଣ ବିବାହ କରି ସାରିଚି?